ଭାଇ ବାହାରିଲାରୁ ମୁଁ ବି ତାଙ୍କ ସଙ୍ଗେ ଯିବାକୁ ତିଆର ହେଲି। ହସ୍ପିଟାଲ୍ରୁ ଦଶଦିନ ଛୁଟି ନେଲି। ଭାଇଙ୍କର ଜଣେ ବନ୍ଧୁ ପଞ୍ଚକୋଟର ରାଜାସାହେବ ମଧ୍ୟ ଯିବାକୁ ବାହାରିଲେ। ରାଜାସାହେବ ଦିନେ ପଛରେ ବାହାରିବେ ବୋଲି କହିଲାରୁ ଆମେ ବାହାରିପଡ଼ିଲୁ ଆଗ। ଭାଇଙ୍କର ସେତେବେଳେ ଗୋଟାଏ ଟୁରାର ମଟରଗାଡ଼ି ଥାଏ, ଯାହାର ଚାରିପାଖ ଖୋଲା ଓ ଉପର ଛାତଟା କେନ୍ଭାସ୍ରେ ତିଆରି। ଇଚ୍ଛା କଲେ ଉପର ଛାତଟା ମେଲା ମଧ୍ୟ କରିହୁଏ। ଭାଇ ତାଙ୍କର ମାଉଜାର ରାଇଫଲଟି ନେଲେ ଓ ମୁଁ ଗୋଟାଏ ବୋର୍ ଦୁଇ ନଳିଆ ହାତ କଲି। ଦିନ ନଅଟାରେ ଆମେ ବାହାରିପଡ଼ିଲୁ ଅନୁଗୁଳ। ସେତେବେଳେ ମହାନଦୀରେ ପୋଲ ହୋଇ ନ ଥିଲା। ଜୋବ୍ରା ଘାଟରୁ ଫେରି-ଡଙ୍ଗାରେ ପାରି ହେବାକୁ ହୁଏ ଚଉଦ୍ୱାର। ତା'ପରେ ମହାନଦୀ କଡ଼ ରାସ୍ତାରେ ଯାଇ ନୂଆପାଟଣା ଠେଇଁ ଅନୁଗୁଳ ରାସ୍ତାରେ ଉଠୁଥିଲୁ। ନୂଆପାଟଣାଠାରୁ ଜଙ୍ଗଲ ପ୍ରାୟ ଲାଗି ରହିଥାଏ ରାସ୍ତା ଦୁଇକଡ଼ରେ-ମେରାମୁଣ୍ଡଳି ଯାଏ। ଘଞ୍ଚ ଜଙ୍ଗଲ। ବହୁତ ଜନ୍ତୁ ମଧ୍ୟ ଥାଆନ୍ତି। ସମୟ ସମୟରେ ପଲ ପଲ ହରିଣ ରାସ୍ତା ଉପରେ ଦେଖାଯାଆନ୍ତି ଦିନ ବେଳାରେ। ସେଦିନ କିନ୍ତୁ ଆମେ କିଛି ଦେଖିଲୁ ନାହିଁ। ଅନୁଗୁଳ ପହଞ୍ଚୁ ପହଞ୍ଚୁ ଦିନ ପ୍ରାୟ ବାରଟା ହେଲାଣି। ସେଠାରେ ରହି ଖିଆପିଆ କରି ବାହାରୁ ବାହାରୁ ଦିନ ସାଢ଼େ ତିନିଟା ହେଇଗଲା। ସମ୍ୱଲପୁର ଯିବାକୁ ହେବ। ଆମର ଇଚ୍ଛା ଥାଏ ରେଢାଖୋଲଠେଇଁ ସଞ୍ଜ ହେଲେ, ସଞ୍ଜବେଳୁଆ ବହୁତ ଜନ୍ତୁ ବାଟରେ ଦେଖିପାରିବୁ–କାହିଁକିନା ରେଢ଼ାଖୋଲ ପାଖରୁ ପ୍ରାୟ ସମ୍ୱଲପୁରଯାକେ ଘୋର ଜଙ୍ଗଲ ରାସ୍ତାର ଦୁଇକଡ଼ରେ ଥାଏ। ଏଇଆ କଥାବାର୍ତ୍ତା ହୋଇ ଆମେ ଗାଡ଼ିରେ ଧୀରେ ଧୀରେ ଆଗେଇଲୁ।। ଭାଇ ଆଉ ମୁଁ ଆଗ ସିଟ୍ରେ ବସିଥାଉଁ। ଭାଇ ଗାଡ଼ି ଚଳାଉଥାନ୍ତି। ମୁଁ ବନ୍ଧୁକ ଧରି ବସିଥାଏ। ଅର୍ଦ୍ଦଳି ପଛରେ ଥାଏ। ଜିନିଷପତ୍ର ଅଧେ ଲଗେଜ କେରିଅରରେ ବନ୍ଧାଯାଇଥାଏ ଓ ଅଧେ ପଛସିଟ୍ ପାଖରେ ରଖାଯାଇଥାଏ। ବେଡ଼ିଙ୍ଗ୍ ଗୋଟାଏ ଆଗ ମଡ଼ଗାର୍ଡ଼ ଉପରେ ବାମ ପାଖରେ ବନ୍ଧାଯାଇଥାଏ। ଟୁରାର ଗାଡ଼ିମାନଙ୍କରେ ସୁବିଧା ଥାଏ ଏପରି ରଖାଯିବାପାଇଁ। ଠିକ୍ ରେଢ଼ାଖୋଲଠାରେ ଆମକୁ ସଞ୍ଜ ହେଲା। ସେଠାରେ ରାସ୍ତା କଡ଼ ଦୋକାନ ପାଖରେ ଗାଡ଼ି ରଖିଲୁ। ଟିକିଏ ଟିକିଏ ଚା' ଖାଇସାରି ବାହାରିଲୁ। ଗାଡ଼ିରେ ଆଲୁଅ ଲାଗିଲା। ରେଢ଼ାଖୋଲ ପାର ହୋଇଗଲାଣି। ଚାରି ପାଞ୍ଚ ମାଇଲ ଯିବାପରେ ରାସ୍ତା ଉପରେ କ'ଣ ଗୋଟାଏ କଳା ଜନ୍ତୁଟାଏ ଦଉଡ଼ିଯିବାର ଦେଖିଲୁ। ସେ ଜାଗାକୁ ଯାଇ ସ୍ପଟ୍ ଆଲୁଅ ପକାଇବାରେ ଦେଖିଲୁ ଯେ ପ୍ରକାଣ୍ଡ ଏକ ଗାଡ଼ ଭାଲୁ ବାଁପାଖ ରାସ୍ତା କଡ଼ରେ ଛିଡ଼ାହୋଇ ପଛକୁ ଅନାଇ ଆମ ଆଲୁଅକୁ ଦେଖୁଛି। ଅନେକ ସମୟ ତାକୁ ଦେଖିଲୁ। ଭାଲୁଟି ମୋଟେ ଯାଉ ନ ଥାଏ। ଧୀର ସ୍ଥିର ହୋଇ ଛିଡ଼ା ହୋଇଥାଏ। ପ୍ରାୟ ଦଶ ପନ୍ଦର ମିନିଟ ଏପରି ଛିଡ଼ା ହେଲା ପରେ ଭାଲୁଟି ଆସ୍ତେ ଆସ୍ତେ ଜଙ୍ଗଲ ଭିତରକୁ ଚାଲିଗଲା। ଆମେ ପୁଣି ଆଗକୁ ଚାଲିଲୁ। ଆଉ ମାଇଲିଏ କି ଦୁଇ ମାଇଲ ଯିବା ପରେ ପୁଣି ଗୋଟାଏ କ'ଣ ରାସ୍ତା ଉପର ଦେଇ ଡାହାଣରୁ ବାମକୁ ଚାଲିଗଲା। ଗାଡ଼ି ବନ୍ଦ କରି ଆଲୁଅ ବାକଡ଼ ଜଙ୍ଗଲ ଧାରକୁ ପକାଇବାରୁ ଦେଖିଲୁ ଯେ ମସ୍ତବଡ଼ ମହାବଳ ବାଘ ଆମକୁ ପଛକରି ଛିଡ଼ା ହୋଇଛି। ସେଠାରେ ରାସ୍ତା ବହୁତ ଉଞ୍ଚା। ରାସ୍ତା କଡ଼ ପ୍ରାୟ ପନ୍ଦର କୋଡ଼ିଏ ଫୁଟ ତଳକୁ ଗଡ଼ିଯାଇଛି ଓ ତା' ଧାରରେ ଜଙ୍ଗଲ ଲାଗି ରହିଛି। ବାଘଟି ଜଙ୍ଗଲ ଧାରରେ ଥିବାରୁ ଆମ ପାଖରୁ ପ୍ରାୟ ତିରିଶ କି ପଇଁତିରିଶ ଫୁଟ ଦୂରରେ ଥିଲା। ଆଲୁଅ ପଡ଼ିଯିବାରୁ ବାଘ ଧୀର ହୋଇ ଛିଡ଼ା ହୋଇଗଲା। ମୁଣ୍ଡ ବଙ୍କାଇ ଆମ ଆଡ଼କୁ ଅନାଇଲା। ବାଘକୁ ଦେଖି ଭାଇଙ୍କ ଅର୍ଦ୍ଦଳି ସେତେବେଳକୁ ଡରରେ ଥରହର ହେଲାଣି। ବାଘର ମୁଣ୍ଡଟା ଗୋଟାଏ ମସ୍ତବଡ଼ ହାଣ୍ଡିପରି। ଏତେ ପାଖରେ ଯେ, ତା'ର ନିଶଗୁଡ଼ିକ ଗଣି ହେବ ପରା। ଦେହର କଳା ପଟା ପଟା ଦାଗ ବେଶ୍ ଗଣି ହେଉଛି। ଲାଙ୍ଗୁଡ଼ଟା ସିଧା କରି ରଖିଥାଏ। ବାଘଟି ଧୀର ହୋଇ ଛିଡ଼ାହୋଇଥାଏ ଓ ଆମକୁ ମନପୁରାଇ ଦେଖୁଥାଏ,। ତା'ର ମୁହଁର ଭଙ୍ଗୀରୁ ଜଣାପଡ଼ିଲା ଯେ ସେ ମୋଟେ ଭୀତତ୍ରସ୍ତ ନୁହେଁ। ଆମେ ଅନେକ ସମୟ ତା' ଉପରକୁ ଆଲୁଅ ପକାଇ ତାକୁ ଦେଖିଲୁ। ସେ ମୋଟେ ଯାଉ ନଥାଏ। ଶେଷରେ ଭାଇ ଗୁଳିଟିଏ ଫୁଟାଇ ଦେବାରୁ ଏକା ଚିଲାକେ ସେ ଚମ୍ପଟ ଦେଲା।